ମିଷ୍ଟ୍ର. ଶତ୍ରୁଜିତ! ତୁମେ ଅସମ୍ଭବ ଭାବରେ ଚତୁର ଆଉ ବୁଦ୍ଧିମାନ। କେବଳ ସେଇଥିପାଇଁ ଆମ ଦଳର ସମସ୍ତଙ୍କ ମୁଖରୁ ତୁମକୁ ଏହି ମୁହୂର୍ତ୍ତରେ ହତ୍ୟା କରିବା ପାଇଁ ଦାବି ହେଉଥିଲେ ମଧ୍ୟ ମୁଁ ନୀରବ ରହିଛି। ତା ମାନେ ନୁହେଁ ଯେ ତୁମକୁ ଏଠାରେ ସସମ୍ମାନରେ ଚିରଦିନ ପାଇଁ ପ୍ରତିପାଳନର ବ୍ୟବସ୍ଥା କରାଯିବ। ଏହି ଦଳର ନିରାପତ୍ତା ପାଇଁ ତୁମକୁ ମୁଁ ସମ୍ମାନ କରୁଥିଲେ ମଧ୍ୟ ବଞ୍ଚାଇ ରଖିବାକୁ ଚାହେଁ ନା। ତଥାପି ତୁମର ଆହୁରି ଦଶ ଦିନ ବଞ୍ଚି ରହିବାର ସୁଯୋଗ ରହିଛି। ଏହି ଦଶ ଦିନ ଭିତରେ ଆମେ ଏପରି ନିରାପତ୍ତା ଭିତରେ ଆତ୍ମଗୋପନ କରି ସାରିଥିବୁ, ଯାହା ଫଳରେ ଏତେ ସହଜରେ ଆମର ସନ୍ଧାନ ନେଇ ପାରିବା କାହାର ଦ୍ୱାରା ସମ୍ଭବ ହୋଇ ପାରିବ ନାହିଁ। ସେହି ପବିତ୍ର ଶୁଭ ଦିବସରେ ଆମ ଏହି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକଙ୍କ ସମ୍ମୁଖରେ ତୁମ ଭଳି ଯେତେ ଜଣଙ୍କୁ ଗିରଫ କରାଯାଇଛି, ସମସ୍ତଙ୍କୁ ହତ୍ୟା କରାଯିବ। ତାହା ପୂର୍ବରୁ ଏଠାକାର ନିର୍ମାଣ କୌଶଳ ତୁମମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ତୁମମାନଙ୍କ ଆଗରେ ପ୍ରଦର୍ଶିତ କରାଯିବ। ମିଷ୍ଟ୍ର ଇଡମ୍ବିଏନ୍‌ଙ୍କ ଚେତନା ଏ ପର୍ଯ୍ୟନ୍ତ ଫେରି ନାହିଁ। ତୁମକୁ ମଧ୍ୟ ତାଙ୍କରି କୋଠରିରେ ରହିବାର ସୁବିଧା ଦିଆଯିବ। କେବଳ ସିଏ କାହିଁକି, ତୁମର ଅନ୍ତରଙ୍ଗ ବନ୍ଧୁ ଜୟନ୍ତଙ୍କୁ ମଧ୍ୟ। ଆମର ପରିକଳ୍ପନା ଖୁବ୍ ଚମତ୍କାର ମି. ଶତ୍ରୁଜିତ। ଆଉ ସେହି ମୃତ୍ୟୁ ବନ୍ଧୁକର ଗୁଳିରେ ଅଥବା ଫାଶୀମଞ୍ଚରେ ସଂଘଟିତ ହେବ ନାହିଁ ଶତ୍ରୁଜିତ। ଏହି ବିରାଟ ଅନୁଷ୍ଠାନ ଯେଉଁ କାରଣ ପାଇଁ ସଂଗଠିତ ହୋଇଛି, ତାହା ଏ ପର୍ଯ୍ୟନ୍ତ ତୁମେ ମଧ୍ୟ ଜାଣିବାର ସୁଯୋଗ ପାଇ ନାହିଁ। କେବଳ ତୁମେ ସନ୍ଦେହ କରିଥିଲ, ଏହି ଅଞ୍ଚଳରେ ଯେଉଁ ଯେଉଁ ଲୋକମାନେ ଅପହୃତ ହେଉଥିଲେ, ତାହାର କାରଣ ନିର୍ଣ୍ଣୟ କରିବା ପାଇଁ। ମୃତ୍ୟୁ ପୂର୍ବରୁ ସେହି ଇଚ୍ଛା ତୁମର ପୂରଣ କରି ଦିଆଯିବ। ମାନେ, ତୁମରି ଜରିଆରେ ତୁମ ବିଭାଗର କର୍ମକର୍ତ୍ତା ଏସ୍. ପି. ସାହେବ ଆଉ ମହାମାନ୍ୟ କଲେକ୍ଟରଙ୍କୁ ଜଣାଇ ଦିଆଯିବ ଯେ, ଆମ୍ଭମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଲେ ତାର ପରିଣାମ କିପରି ଭୟାବହତାରେ ପରିଣତ ହେବ। ତାହାର ଉଦାହରଣ ସେମାନେ ତୁମରି ନିକଟରୁ ପାଇବେ। ବେଶ୍, ଏହି କେତେ ଦିନ ତୁମେ ଯେ କୌଣସି ଆନନ୍ଦ ଭିତରେ ଶାନ୍ତି ପାଇବାକୁ ଇଚ୍ଛାକର, ତାହା ଆମକୁ ଜଣାଇଦେଲେ ଆମେ ଯତ୍ପରୋନାସ୍ତି ତାହା ପୂର୍ବରୁ ପୂରଣ କରିବାକୁ ଚେଷ୍ଟା କରିବୁ।ତା ପରେ କିଛି ସମୟ ନୀରବ ରହିଗଲେ ଦଳପତି। ସେ ହୁଏ ତ କୌଣସି ବାକ୍ୟ ଶତ୍ରୁଜିତଙ୍କ ନିକଟରୁ ଆଶା କରୁଥିଲେ। ହେଲେ, ଶତ୍ରୁଜିତ ନୀରବ ଥିଲେ। ତାଙ୍କ ମନର ଭାବନା ଜାଣିବାର ଶକ୍ତି ନ ଥିଲା। ତା ପରେ କଲିଂବେଲରେ ହାତ ଦେବା ମାତ୍ରେ ଦୁଇ ଜଣ ଦୀର୍ଘକାୟ ଲୋକ ପ୍ରବେଶ କଲେ। ବେଶ୍, ଏଥର ଏହାଙ୍କୁ ମୀଷ୍ଟ୍ର ଇଡମ୍ବିଏନ୍‌ଙ୍କ କକ୍ଷରେ ପହଞ୍ଚାଇ ଦିଅ। ଦୀର୍ଘ ସମୟ ଧରି ବନ୍ଦୀ ଅବସ୍ଥାରେ ରହିବା ଫଳରେ ବିଚରା କଷ୍ଟ ପାଉଥିବେ।ତାଙ୍କ ମୁଖରୁ ବିଦ୍ରୂପର ହସ ଲିଭିବା ପୂର୍ବରୁ ସେମାନେ ଶତ୍ରୁଜିତଙ୍କୁ ସ୍ଥାନାନ୍ତର କରି ସାରିଥିଲେ। ସେ ଆଡ଼ୁ ଦୃଷ୍ଟି ଫେରାଇ ଆଣି ଦଳପତି କହିଲେ, ତୁମେ। ତୁମର ଉନ୍ନତ ଭବିଷ୍ୟତର ସୂଚନା ଦେଇ ସାରିଛ, ଡକ୍ଟର ତୁଷାରକାନ୍ତି। ପ୍ରକୃତରେ ତୁମେ ଯେତେବେଳେ ଭିକାରୀର ଛଦ୍ମବେଶରେ ରହିଥିଲ, ମୋର ଧାରଣା ନ ଥିଲା ଶତ୍ରୁଜିତକୁ ଜାଲ ଭିତରକୁ ଟାଣି ଆଣିବା ପାଇଁ ଏତେ ବଡ଼ ଷଡ଼ଯନ୍ତ୍ର ତୁମେ ରଚନା କରି ସାରିଛ।ସେ ସବୁ କହି ମୋତେ ଆଉ ଅପମାନିତ କରାନ୍ତୁ ନାହିଁ, ବସ୍। ଆପଣଙ୍କର ଆଶୀର୍ବାଦ ବଳରେ ସବୁ କିଛି ମୁଁ କରିବାକୁ ସକ୍ଷମ।